ସୁନ୍ଦର ଘରଟିଏ ହୁଅନ୍ତା କି? ' ଇମିତି କେତେ? ସେ ଯାହା ମାଗିଲା, ଭଗବାନ ତାକୁ ଦେଲେ। ଘରଦ୍ୱାର, ଖାଇବା-ପିଇବା, ମଉଜ-ଜିନିଷ ସବୁ ପାଇଲା ସେ। ହଠାତ୍ ତାର ମନେ ହେଲା, 'ବାଘଟାଏ ଯଦି ଆସିଯିବ, ଖାଇ ଯିବତ। ' ଦେଖୁ ଦେଖୁ ଭଗବାନ ବାଘଟିଏ ପଠାଇ ଦେଲେ। ବାଘଟି ତାକୁ କାମୁଡ଼ି ମାରି ଦେଇ ଚାଲିଗଲା। ତେଣୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲାବେଳେ ମଗାଯାଏ, ଭଗବାନ! ମୋତେ ଭକ୍ତି, ବିଶ୍ୱାସ ଦିଅ। ଭଲ ବୁଦ୍ଧି ଦିଅ, ଭଲ କାମରେ ମନ ରହୁ। ପରନିନ୍ଦା ପରଚର୍ଚ୍ଚାରେ ଯେମିତି ମୋ ମନ ବୁଡ଼ି ନ ରହୁ। ଧନ, ଯଶ, ମାନ ମାଗିଲେ ସେ ଦିଅନ୍ତି; କିନ୍ତୁ ବାଘ, ଚୋର ଭୟ ବେଶୀ-। ଚୋରି ହୋଇଗଲେ, ବାଘ ନେଇଗଲେ ମନରେ ଯାବତୀୟ ଦୁଃଖ ପହୁଞ୍ଚେ। ଛୁଆଁ ଅଛୁଆଁ ଖ୍ରୀ: ରେ ଶ୍ରୀରାମକୃଷ୍ଣ ଦେବ ଦେହରକ୍ଷା କଲାପରେ ସ୍ୱାମୀ ବିବେକାନନ୍ଦ ପରିବ୍ରାଜକ ଭାବରେ ଭାରତ ଭ୍ରମଣ କରିଥିଲେ। ସେ ରାସ୍ତାରେ ଥରେ ଯାଉଁ ଯାଉଁ ଦେଖିଲେ ଯେ ଗୋଟିଏ ଲୋକ ଗୁଡ଼ାଖୁ। ଖାଉଛି। ସେତେବେଳେ ହୁକା ନଳ ସାହାଯ୍ୟରେ ସେ ଗୁଡ଼ାଖୁ ଖାଉଥିଲେ। ତା' ପାଖକୁ ଯାଇ ଗୁଡ଼ାଖୁ ଖାଇବାକୁ ତାଙ୍କର ଖୁବ୍ ଇଚ୍ଛା ହେଲା। ସେ ଲୋକଟି ପାଖକୁ ଯାଇ ଗୁଡ଼ାଖୁ ଖାଇବାକୁ ଇଚ୍ଛା କରିବାରେ ଲୋକଟି କହିଲା, ''ମୁଁ ତ ଜାତିରେ ମେହେନ୍ତର-। ମୋର ହୁକାଟି ତମକୁ ଦେଇ ପାରିବିନି। '' ବିବେକାନନ୍ଦ ଏ କଥା ଶୁଣି ଫେରି ଚାଲିଯିବାକୁ ଲାଗିଲେ। ପାଦେ ବାଟ ଯାଇ ତାଙ୍କର ଚମକ ଭାଙ୍ଗିଲା—''ଜ୍ଞାନୀ ନିକଟରେ ଜାତିଭେଦର ସ୍ଥାନ କାହିଁ? ଯେଉଁ ଚୈତନ୍ୟ ମେହେନ୍ତର ଭିତରେ, ମୋ ଭିତରେ ମଧ୍ୟ ସେହି ଚୈତନ୍ୟ ବିରାଜମାନ। ଜାତିଭେଦ ଥାଏ ଶରୀରକୁ ଅବଲମ୍ୱନ କରି, କିନ୍ତୁ ଆତ୍ମା ତ ଦେହରୁ ଅଲଗା। ମୁଁ ଯେଉଁ ଅତ୍ମା, ମେହେନ୍ତରଟି ମଧ୍ୟ ସେହି ଅତ୍ମା। '' ସେ ଫେରିଆସି, ମେହେନ୍ତର ପାଖରେ ବସି ତାର, କୌଣସି ଆପତ୍ତିକୁ ଗ୍ରାହ୍ୟ ନ କରି, ହୁକାଟି ଜୋର କରି ତା' ହାତରୁ ନେଇ ଖାଇବାକୁ ଲାଗିଲେ ଏବଂ ପରସ୍ପର ଭିତରେ ଆତ୍ମୀୟତା ଜମି ଉଠିଲା। ହିନ୍ଦୁଧର୍ମର ବେଦାନ୍ତ ମତରେ ଜାତିଭେଦ ବୋଲି କିଛି ନାହିଁ। ସମସ୍ତଙ୍କ ଭିତରେ ଏକ ଆତ୍ମା-ଏକ ଈଶ୍ୱର ବିଦ୍ୟମାନ। ସମସ୍ତଙ୍କୁ ଈଶ୍ୱର ରୂପରେ ଶିବଜ୍ଞାନରେ ସେବା କରିବାହିଁ ପରମ ଧର୍ମ। ଜାତିଭେଦ ମଣିଷର ସୃଷ୍ଟି। ଏହା ଏକଜାତୀୟ କଳଙ୍କ। ସର୍ବଦା ଏଥିରୁ ଦୂରରେ ରହି ପ୍ରତ୍ୟେକ ମଣିଷ, ଜୀବଜନ୍ତୁ, ଗଛପତ୍ର ଭିତରେ ଭଗବାନ ବିରାଜମାନ କରୁଅଛନ୍ତି ବୋଲି ଭାବ ଏବଂ ମନକୁ ବୁଝାଅ। କିଏ ମାରିଛି? ଗୋଟିଏ ଛୋଟ ଗାଁ। ଗାଁରେ ଲୋକଗୁଡ଼ିକ ବେଶ୍ ଆନନ୍ଦରେ ଦିନ କଟାଉଥିଲେ। ସେ ଗାଁରେ ଗୋଟିଏ ମଠ ଥାଏ। ସେଠାରେ ଜଣେ ସାଧୁ ଥା'ନ୍ତି। ସାଧୁଟି ସକାଳ ସଞ୍ଜ ଗାଁ ଲୋକଙ୍କୁ ହରିକଥା ଶୁଣାନ୍ତି ଏବଂ କହନ୍ତି, ''ତମେ ଯଦି ତମର ସଦ୍ଗୁଣ ବିକାଶ କରିବ, ଭଗବାନ ତମ ହୃଦୟରେ ବିରାଜମାନ କରିବେ। ତାଙ୍କୁ ହୃଦୟରେ ଆସନ ପାତି ବସାଅ। ହୃଦୟ ହେଲା ଭଗବାନଙ୍କର ବୈଠକଖାନା। '' ଦିନେ ସେହି ସାଧୁ ପାଖ ଗାଁକୁ ଭିକ୍ଷା କରିବାକୁ ଯାଇ ଦେଖିଲେ ଯେ ସେ ଗାଁର ଜମିଦାର ଏକ ଚୋରକୁ ଖୁବ୍ ପ୍ରହାର କରୁଛନ୍ତି। ସାଧୁଟି ସହ୍ୟ କରି ନ ପାରି ଜମିଦାରଙ୍କୁ ମାଡ଼ ମାରିବାକୁ ମନା କଲେ। ଏଥିରେ ଫଳ ଓଲଟା ହେଲା। ଜମିଦାରବାବୁ ସାଧୁ ଉପରେ ପ୍ରହାର ବୃଷ୍ଟି କରିଦେଲେ। ସାଧୁ ଚେତନା ହରାଇ ପଡ଼ିଗଲେ। ଜମିଦାର ଚାଲିଗଲେ। ସାଧୁଙ୍କୁ ଏ ଅବସ୍ଥାରେ ଦେଖି ଗାଁ ଲୋକମାନେ ଧାଇଁ ଯାଇ ତାଙ୍କୁ ମଠକୁ ବୋହିଆଣି ତାଙ୍କ ମୁହଁରେ ପାଣି ଛିଞ୍ଚିଲେ। ସାଧୁଙ୍କର ଜ୍ଞାନ ଫେରି ଆସିଲା। ଆଉ ଜଣେ ଗରମ ଦୁଧ ଆଣି ଦୁଧ ପିଆଉ ଖୁଆଉ ପଚାରିଲା—''କିଏ ତମକୁ ମାରିଛି? '' ସାଧୁ ହସି ହସି କହିଲେ— ''ଯେ ମୋତେ ବର୍ତ୍ତମାନ ଦୁଧ ପିଆଉଛି, ସେ ମାରିଛି। '' ସାଧୁଙ୍କର ଆତ୍ମାଜ୍ଞାନ ହୋଇଥିଲା; ତେଣୁ ସେ ସବୁ ଭିତରେ ଏକ ଆତ୍ମା ଦେଖୁଥିଲେ–ତାଙ୍କର ଭେଦଦୃଷ୍ଟି ନ ଥିଲା। ସଂସାରରୁ ମଧ୍ୟ ଜ୍ଞାନ ଲାଭ କରାଯାଏ– ସମସ୍ତଙ୍କର ଧାରଣା ବାବାଜୀ ନ ହେଲେ, ଗେରୁଆ ବସ୍ତ୍ର କୌପୁନୀ ନ ପିନ୍ଧିଲେ, ଦାଢ଼ି-ଜଟା ନ ରଖିଲେ, କମଣ୍ତଳୁ ନ ଧଇଲେ, ମାଳା ନ ଗଡ଼ାଇଲେ ଭଗବାନଙ୍କ ଜପ ବା ତାଙ୍କ ସାନ୍ନିଧ୍ୟ ଲାଭ କରାଯାଇ ପାରେ ନାହିଁ। କଥାଟି କିନ୍ତୁ ଠିକ୍ ନୁହେଁ।